ସକାଳୁ ଉଠି ଝାଡ଼ାଝପଟ ସାରି ସେଇ ସବୁକୁ ନେଇ ଘଣ୍ଟାଟିଏ ତାକୁ କଟାଇବାକୁ ହୁଏ। କେତେଟା କଷ୍ଟ ଏକ୍ସସାଇଜ୍ ପରେ ସେ ଯେତେବେଳେ ଚେଷ୍ଟ ଏକ୍ସପାଣ୍ତରକୁ ନେଇ ଲାଗି ପଡ଼ିଥିଲା ସେତିକିବେଳେ ଦୁଆରେ ତା'ର ଧକ୍କା ପଡ଼ିଲା ସଙ୍ଗେ ସଙ୍ଗେ ସଞ୍ଜୟର କଣ୍ଠସ୍ଵର ଶୁଣାଗଲା— "ବିଜୟା……. ବିଜୟା! '' ବିଜୟା ଦେହରେ ଥିବା ସେତେବେଳେକାର ପୋଷାକକୁ ନେଇ ଦୁନିଆର କୌଣସି ମଣିଷ ଆଗରେ ମଧ୍ୟ ପହଞ୍ଚିବା ଅସମ୍ଭବ ଥିଲା। ସେ କହିଲା— "ଆର କୋଠରୀରେ ଟିକିଏ ଅପେକ୍ଷା କରନ୍ତୁ ଆପଣ। ମୁଁ ଏଇ ଯାଉଚି। '' ଟିକିଏ ଛାଡ଼ି, ଏବଂ ଭଦ୍ରଭାବରେ ଶାଢ଼ିଟାକୁ ଦେହ ଉପରେ ଗୁଡ଼େଇ ନେଇ ସଞ୍ଜୟ ପାଖରେ ପହଞ୍ଚିଲା ସେ। ସଞ୍ଜୟ ସେତେବେଳେ ଗୋଟିଏ ଆର୍ମଚେୟାର ଉପରେ ନିଜର ଦେହଟିକୁ ଲୋଟାଇ ଦେଇ ଗୁଣୁ ଗୁଣୁ ହୋଇ ଗାଉଥିଲା ଗୋଟିଏ ଆଧୁନିକ ଓଡ଼ିଆ ରେକର୍ଡ଼ର ଗୀତ। ବିଜୟା ଆସିବାର ବିଳମ୍ଵରେ ମୁହଁରେ ତା'ର ପଡ଼ିଥିଲା ବ୍ୟସ୍ତତାର ଛାପ। ଗୀତର ସ୍ୱରଟା କିନ୍ତୁ ବିଜୟାକୁ ସୁନ୍ଦର ମନେ ହେଲା। ସେ କହି ଉଠିଲା— "ବାଃ, ଆପଣ ଗୀତ ବି ଗାଇ ଜାଣନ୍ତି" ମୁହଁରେ ତା'ର ସ୍ମିତ ହସ। "ଆଶ୍ଚର୍ଯ୍ୟ ହୋଇଗଲ ନା କଣ? କିନ୍ତୁ ବିଜୟା! ପରିହାସର ବେଳ ଏ ନୁହେଁ। ଶିଘ୍ର ବାହାରି ପଡ଼। ଚନ୍ଦ୍ର ଭାଗା ଯିବା। କୋଣାର୍କର ସୂର୍ଯ୍ୟ ମନ୍ଦିର ମୋର ଦେଖା ହୋଇନି ଆଜିଯାଏ। କି ଦୁର୍ଭାଗା ମୁଁ। ଯେଉଁ ମନ୍ଦିର ଗାତ୍ରରେ ଅଙ୍କିତ ସୂକ୍ଷ୍ମ ଶିଳ୍ପକଳା ଜଗତ ସମକ୍ଷରେ ଉତ୍କଳୀୟକୁ ଶୀର୍ଷ ସ୍ଥାନ ଦେଇ ପାରିଚି, ଯାହାର ଆକର୍ଷଣୀ ଶକ୍ତି ପୃଥିବୀର ପ୍ରତି କୋଣରୁ ବହୁ ଜନତା ଟାଣି ଆଣି ପାରୁଚି ତାକୁ ଆଜିଯାଏ ଦେଖି ପାରିଲିନି। '' ଟିକିଏ ରହି ପୁଣି ସଞ୍ଜୟ କହିଲା— "ତୁମେ ଦେଖୁଚ ବିଜୟା, ଆମ ପୂର୍ବ ପୁରୁଷଙ୍କର ସେଇ କାରିଗରୀ? '' ସଞ୍ଜୟର ବକୃତାରେ ଅତିଷ୍ଠ ହୋଇ ଉଠୁଥିଲା ବିଜୟା। ମୁଣ୍ତରେ ତା'ର ଏ ପାଗଳାମି କାହିଁକି ଯେ ଯୁଟିଚି ଆଜି ସେ ବୁଝିପାରୁ ନ ଥିଲା। ତଥାପି ସଞ୍ଜୟର ପ୍ରଶ୍ନର ଉତ୍ତର ସେ ଦେଲା ଅତି ସଂକ୍ଷପରେ "ଦେଖିଚି। '' "କିନ୍ତୁ ପୁଣିଥରେ ଦେଖି ଆସିବାର ସଉକ ତମର ଥିବ ନିଶ୍ଚୟ। ବାବା ଯିବେ। ମୋତେ ସ୍ଵୀକୃତି ଦେଇ ସାରିଚନ୍ତି ସେ। ବାବା, ତମେ ଆଉ ମୁଁ। ଶିଘ୍ର ପ୍ରସ୍ତୁତ ହୋଇପଡ଼। ମୁଁ ପ୍ରସ୍ତୁତ ହେଇନି ଏତେବେଳଯାଏ। ଖବରଟା ଦେବାଲାଗି ଛୁଟି। ଆସିଲି ଆଗ। '' ସଞ୍ଜୟ ଚାଲି ଯିବାକୁ ବସିଲା। ପଛରୁ ଡାକି ବିଜୟା କହିଲା—"ମୋ ପାଇଁ ବାବା ଚିନ୍ତା କରିବେ ନି ଆପଣ କହି ଦେବେ। ମୁଁ ଟିକିଏ ଅସୁସ୍ଥ ଅନୁଭବ କରୁଛି। ଆପଣମାନଙ୍କ ସାଙ୍ଗ ହେଇ ପାରୁନି ଆଜି। ଆପଣ ଏଥର ଯାଆନ୍ତୁ। ପୁଣିଥରେ ଗଲାବେଳକୁ ନିଶ୍ଚୟ ସାଥି କରିବି ମୁଁ ଆପଣଙ୍କୁ। କାରଣ କୋଣାର୍କର ଶିଳ୍ପ ନୈପୁଣ୍ୟ ଥରେଟିଏ ଦେଖି ଚୁପ ଚାପ୍ ବସିରହି ହୁଏ ନା। '' ସଞ୍ଜୟ ଦୁଃଖିତ ଓ ଟିକିଏ ବିରକ୍ତିର ଭାବ ଦେଖାଇ ଚାଲିଗଲା। ବିଜୟା ସେଇଠି ବସି ଚିନ୍ତା କରିବାକୁ ଲାଗିଲା। ଏହି ସମୟରେ ଉମାଶଙ୍କର ପ୍ରବେଶ କଲେ ସେଇ ଘରେ। କହିଲେ— "ବଡ଼ ଚିନ୍ତାରେ ପକେଇଲୁ ମା! ଅସୁସ୍ଥ କିଛି ବେଶି ରକମର ହୋଇ ପଡ଼ିନୁ ତ? ଡାକ୍ତର ଡାକିବାର ଆବଶ୍ୟକତା ନାହିଁ ବୋଧହୁଏ? '' ଏତେ ଚିନ୍ତାରେ ବି ବିଜୟା ଟିକିଏ ହସିଲା। କହିଲା "ମୋ ପାଇଁ ଚିନ୍ତା କରିବାର କିଛି ନାହିଁ ବାବା!